ଏବେ ମୋ ଆଦେଶରେ ମୋର ପକ୍ଷୀ ସୈନ୍ୟମାନେ ଯୁଦ୍ଧରେ ପ୍ରବୃତ୍ତ ହେଲେ। ଶତ୍ରୁପକ୍ଷରୁ ପ୍ରାୟ ଦଶ ହଜାର ସୈନ୍ୟ ଯୁଦ୍ଧରେ ଯୋଗ ଦେଇଥିଲେ। ମୁଁ ମୋର ସୈନ୍ୟମାନଙ୍କୁ ବାରଣ କଲି ସେମାନଙ୍କ ସମ୍ମୁଖକୁ ଯାଇ ଯୁଦ୍ଧ କରିବାକୁ। ମୋର ଆଦେଶରେ ନାସିଗ୍ ଗ୍ରୌନଦି ପିନ୍ଧି ପିସ୍ତଲ ହାତରେ ଧରି ଉଡ଼ିବାକୁ ଲାଗିଲେ। ଯିବା ସମୟରେ ସେ କହିଗଲେ, ଭାଇ ବୁଲୁ! ଏବେ ତୁମେ ତୁମର କମାଣ ଚଳାଅ। ମୁଁ କହିଲି, ଆଗେ ତୁମେ ତୁମର ପିସ୍ତଲର ଶକ୍ତି ପରୀକ୍ଷା କର। ମୁଁ ସମୟାନୁସାରେ କମାଣ ଚଳାଇବି। ନାସିଗ୍ କହିଲେ-ବୁଲୁ ତୁମେ ଦେଖ ତୁମ ପିସ୍ତଲ ସାହାଯ୍ୟ ବ୍ୟତୀତ ମୁଁ ଯୁଦ୍ଧ କରିପାରୁଛି କି ନା? ଏହାପରେ ସେ ଉପରକୁ ଉଠି ବିପକ୍ଷ ଦଳର ସେନାପତିଙ୍କୁ ଯୁଦ୍ଧର ଆହ୍ୱାନ ଦେଲେ। ସେ ମଧ୍ୟ ବୀରଭଳି ସମ୍ମତି ହେଲେ। ଦୁହିଁଙ୍କର ଯୁଦ୍ଧ ଚାଲିଲା। କେହି କାହାରିକୁ ଆକ୍ରମଣ କରିବାକୁ ବାଦ ଦେଲେ ନାହିଁ। ବହୁକ୍ଷଣ ପର୍ଯ୍ୟନ୍ତ ଯୁଦ୍ଧ ଚାଲୁ ରହିଲା। ଅବଶେଷରେ ଯୁଦ୍ଧର ଅରମାନ ମେଣ୍ଟାଇ ନାସିଗ୍ ପିସ୍ତଲ ପୁଟାଇଲେ ଏବଂ ଶତ୍ରୁଦଳର ସେନାପତି ଶୂନ୍ୟରେ ନିହତ ହୋଇ ଭୂପୃଷ୍ଠରେ ପତିତ ହେଲେ। ନାସିଗ୍ଙ୍କ ଏହି ଜୟରେ ଆମ ସୈନ୍ୟମାନେ ଆନନ୍ଦରେ ଚିତ୍କାର କରିବାକୁ ଲାଗିଲେ। ଜୟଧ୍ୱନିର ଅଳ୍ପକ୍ଷଣ ମଧ୍ୟରେ ରାଜା ହାର୍ଲୋକିନ ସ୍ୱୟଂ ଯୁଦ୍ଧକ୍ଷେତ୍ରରେ ଉପସ୍ଥିତ ହେଲେ। ହାର୍ଲୋକିନ ଯେତେବେଳେ ମୋ ନିକଟରେ ଆସି ପହଞ୍ଚିଲେ, ସେତେବେଳେ ମୁଁ କହିଲି, ''ବିଶ୍ୱାସଘାତକ! ଯଦି ମୋତେ ସମ୍ମାନ ଦେଖାଇ ମୋର ଶାସନ ମାନିବାର ପ୍ରତିଜ୍ଞା କରୁ ତାହାହେଲେ ମୁଁ ତୋର ଆଦୌ କ୍ଷତି କରିବି ନାହିଁ। ତାହା ନ ହେଲେ ମୃତ୍ୟୁପାଇଁ ପ୍ରସ୍ତୁତ ହୁଅ। '' ହାର୍ଲୋକିନ କହିଲେ, ''ତୁମେ ଯଦି ମୋ ସଙ୍ଗରେ କଥାବାର୍ତ୍ତା କରିବାକୁ ଚାହଁ, ତାହାହେଲେ ମାଟିରେ କାହିଁକି, ଶୂନ୍ୟକୁ ଆସ। ଦେଖିବି କେତେ ବଡ଼ ବୀର ତୁମେ। ଦେଖିବି କିଏ କାହାର କରୁଣାପ୍ରାର୍ଥୀ। '' ଏଇ କଥା କହି ସେ ମୋତେ ଲକ୍ଷ୍ୟ କରି ବଲ୍ଲମଟିଏ ଛାଟିଲେ। ମୁଁ ଦୂରକୁ ଘୁଞ୍ଚିଯାଇ ଆତ୍ମରକ୍ଷା କଲି। ବଲ୍ଲମ ଫିଙ୍ଗିବା ସମୟରେ ସେ ବହୁତ ତଳକୁ ଖସି ଆସିଥିଲେ। ମୁଁ ସେଇ ସୁଯୋଗରେ ବନ୍ଧୁକ ଫୁଟାଇଲି। ତାଙ୍କ ଛାତି ଭିତର ଦେଇ ଗୁଳି ବାହାରିଗଲା। ତାଙ୍କର ପ୍ରାଣହୀନ ଦେହ ମୋରି ସମ୍ମୁଖରେ ଶୂନ୍ୟରୁ ଖସିପଡ଼ିଲା ମୁହୂର୍ତ୍ତକ ମଧ୍ୟରେ। ତାଙ୍କ ସୈନ୍ୟମାନେ ଆଶ୍ଚର୍ଯ୍ୟ ହୋଇଗଲେ ବନ୍ଧୁକର ଶବ୍ଦ ସଙ୍ଗେ ସଙ୍ଗେ ରଜାଙ୍କର ମୃତ୍ୟୁ ଦେଖି। ସେମାନେ କେବେ କଳ୍ପନା କରିନଥିଲେ ମୁଁ ଏତେ ଦୂରରେ ତଳେ ରହି ତାଙ୍କୁ ହତ୍ୟା କରିପାରିବି ବୋଲି। ତେଣୁ ରଜାଙ୍କ ମୃତ୍ୟୁ ସେମାନେ ହଜାର ହଜାର ସଂଖ୍ୟାରେ ତଳକୁ ଖସି ଆସିବାକୁ ଲାଗିଲେ। ଦେଖିଲି ସେମାନଙ୍କ ହସ୍ତରେ ତୀକ୍ଷ୍ଣ ତରବାରୀ ଓ ବଲ୍ଲମ। ନାସିଗ୍ ଓ ମୋ ସୈନ୍ୟମାନେ ପ୍ରସ୍ତୁତ ହୋଇ ଉଡ଼ିବାର ଉପକ୍ରମ କଲେ। ମୁଁ ସେମାନଙ୍କୁ ନିବୃତ୍ତ କରି ହଠାତ୍ ଏକ ବିରାଟ ଶତ୍ରୁଦଳକୁ ଲକ୍ଷ୍ୟ କରି କମାଣ ଫୁଟାଇଲି। ସଙ୍ଗେ ସଙ୍ଗେ ସେହି ବିରାଟ ଦଳଟି ଅଗ୍ନି ପିଣ୍ଡ ମଧ୍ୟରେ ଧ୍ୱସ୍ତବିଧ୍ୱସ୍ତ ହୋଇଗଲେ। ଯେଉଁମାନେ ଦୂରରେ ଥିଲେ ସେମାନେ ସଙ୍ଗୀମାନଙ୍କର ଏତାଦୃଶ ଶୋଚନୀୟ ପରିଣାମ ଦେଖି ପଳାୟନ କଲେ। ମୁଁ ତିନିଦିନ ପର୍ଯ୍ୟନ୍ତ ଯୁଦ୍ଧକ୍ଷେତ୍ରରେ ଥିଲି, କିନ୍ତୁ ଶତ୍ରୁପକ୍ଷୀୟ ଆଉ କାହାରିକୁ ଦେଖିବାକୁ ପାଇଲି ନାହିଁ। ସେମାନେ ଯୁଦ୍ଧ କରିବା ଦୂରେ ଥାଉ; ବିଦ୍ରୋହୀ ରାଜ୍ୟର ପ୍ରତିନିଧିମାନେ ରାଜଧାନୀକୁ ଆସି ସନ୍ଧିର ବ୍ୟବସ୍ଥା କଲେ। ମୁଁ ଯୁଦ୍ଧ ପରେ ବ୍ରନ୍ଦେଲିଗୁୟାର୍କ